ବୈଠକଖାନାରେ ଛାଇ ଯାଇଥିଲା ନିରବତା। କିଛିକ୍ଷଣ ନିରବରେ ବସି ଚିନ୍ତା କରିବାପରେ ହସ ଫୁଟି ଉଠିଲା ଉମାଶଙ୍କରଙ୍କ ମୁହଁରେ-। ଚିଠିଟି ଲଫାପାରେ ପୂରାଇ ଟେବୁଲର ଗୋଟିଏ କଡ଼କୁ ଆଡ଼େଇ ରଖୁ ରଖୁ କହିଲେ ସେ…… "ଆପଣ ନିଶ୍ଚିତ ହୁଅନ୍ତୁ ରାୟସାହେବ।। ଯାହା କରିବାର ମୁଁ କରିବି। '' ଉମାଶଙ୍କରଙ୍କ ଅଭୟ ଉପରେ ପୂରାପୂରି ଭରସା ଥିଲା ରାୟ ସାହେବଙ୍କର। ଚାକିରି ଜୀବନରେ ତାଙ୍କର ଦକ୍ଷତାର ପରିଚୟ ପାଇଥିଲେ ସେ ବହୁ କ୍ଷେତ୍ରରେ। ତଥାପି ନିଜର କୌତୂହଳ ନିବୃତ୍ତ ପଚାରିଲେ ରାୟସାହେବ। "ଆଛା, ଆପଣ କ'ଣ ବିଶ୍ଵାସ କରୁଚନ୍ତି ଏମିତି ଘଟିବ ବୋଲି? "ଚିନ୍ତାକରି ଯାହା ଦେଖିଲି, ମୁଁ ଭାବୁଚି ଆପଣ ପ୍ରତାରିତ ହୋଇ ନାହାନ୍ତି। '' ଉମାଶଙ୍କର କହିଲେ—"କିନ୍ତୁ ଆପଣ ସେଥିପାଇଁ ଚିନ୍ତା କରିବେ ନାହିଁ। ଯାଆନ୍ତୁ ନିଶ୍ଚିନ୍ତ ମନରେ ଝିଅର ଜନ୍ମତିଥି ପାଳନ କରନ୍ତୁ। '' ଉମାଶଙ୍କରଙ୍କଠାରୁ ନିର୍ଭର ଯୋଗ୍ୟ ଆଶ୍ଵାସନା ପାଇ ରାୟସାହେବ ଉଠିଲେ। ତାଙ୍କୁ ଗେଟ ପାଖରେ ବଳେଇ ଦେଇ ଆସି ଚିନ୍ତିତ ଉମାଶଙ୍କର ଡ୍ରଇଂରୁମ୍ର ପରିତ୍ୟକ୍ତ ଆସନଟିରେ ଚୁପ୍ ହୋଇ ବସିରହିଲେ। ଟେବୁଲ ଉପରେ ପଡ଼ିଥିବା ଚିଠିଟି ଖୋଲି ପଢ଼ିଲେ ଆଉଥରେ। ବିଜୟାର ହସ୍ତାକ୍ଷର ଚିହ୍ନିବାରେ ଅଭିଜ୍ଞ ଦୃଷ୍ଟି ତାଙ୍କର ଭୁଲ୍ କଲା ନାହିଁ। ସେଦିନ ବିଜୟାର ଡାଇରୀ ଦେଖିଥିଲେ ସେ। କିନ୍ତୁ ଗୋଟିଏ ବିଷୟରେ ସେ ନିଶ୍ଚିନ୍ତ ହୋଇ ପାରୁ ନ ଥିଲେ। ଅନୁସନ୍ଧାନ କରି ସେତିକି ଜାଣି ନେବାକୁ ହାତରେ ଯଥେଷ୍ଟ ସମୟ ମଧ୍ୟ ନ ଥିଲା। ସେଥିପାଇଁ ଇଚ୍ଛା ନ ଥିଲେ ମଧ୍ୟ ବିଜୟାଠାରୁ ସେତିକି ବୁଝି ନେବା ପାଇଁ ତାକୁ ଡାକି ପଠାଇଲେ ସେ। ସେତେବେଳକୁ ବିଜୟା ବାହାରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିଲା। ଉମାଶଙ୍କର ଡାକୁଛନ୍ତି ଶୁଣି କ୍ଷିପ୍ର ଗତିରେ ଓହ୍ଲାଇ ଆସିଲା ତଳକୁ। ତାକୁ ବାହାରକୁ ବାହାରିବା ବେଶରେ ଦେଖି ଉମାଶଙ୍କର ଇଷତ୍ ଥଟ୍ଟାଳିଆ ସ୍ଵରରେ କହିଲେ। "ତା ପରେ ୟଂ ଡିଟେକ୍ଟିଭ! ଅନୁସନ୍ଧାନ ଚଳେଇବାକୁ ବାହାରିଲ ନିଶ୍ଚୟ। '' ଦୃଷ୍ଟିରେ ତାଙ୍କର ଉଛୁଳି ଉଠୁଥିଲା ବିଜୟାର ପ୍ରଶଂସା। ବାସ୍ତବିକ୍ ଏଇ କର୍ତ୍ତବ୍ୟନିଷ୍ଠ ଝିଅଟିର ନିରବ ସାଧନାରେ ମୁଗ୍ଧ ହୋଇ ଯାଇଥିଲେ ସେ। ଉମାଶଙ୍କର ଘୁଞ୍ଚି ଆସିଲେ ପାଖକୁ ତା'ର। ମୁଣ୍ତରେ ତାର ହାତ ବୁଲାଉ ବୁଲାଉ ସମବେଦନାଭରା କଣ୍ଠରେ କହିଲେ— "ମୁଁ ସବୁ ଜାଣେ ମା। '' ଆରମ୍ଭରୁ ମୋର ସଜାଗ ଦୃଷ୍ଟି ଜଗି ରହିଚି ତୋତେ। ମୁଁ ସବୁବେଳେ କାମନା କରୁଚି ତୋର ସଫଳତା, ବଂଶ ହତ୍ୟାର ପ୍ରତିଶୋଧ ନେବା ସଙ୍ଗେ ସଙ୍ଗେ ରଞ୍ଜନ ଭଳି ସମାଜର ଏକ ଦୁଷ୍ଟ ବ୍ରଣକୁ ଚିରଦିନ ପାଇଁ ପୃଥିବୀ ବକ୍ଷରୁ ପୋଛି ଦେବା ଉଚିତ। '' ବିଜୟା କ୍ଷଣକ ପାଇଁ ବିସ୍ମୟବିମୁଢ଼ ହୋଇ ଚାହିଁ ରହିଲା ଉମାଶଙ୍କରଙ୍କ ମୁହଁକୁ। ତା'ପରେ ପାଦରେ ତାଙ୍କର ମୁଣ୍ତ ଲଗାଇ ପ୍ରମାଣ କଲା ବିଜୟା। ତାକୁ ଉଠାଉ ଉଠାଉ ଉମାଶଙ୍କର ଆଶିର୍ବାଦ କରୁଥିଲେ "ମୁଁ ଆଶିର୍ବାଦ କରୁଚି, ବିଜୟା ମୋର ବିଜୟନୀ ହେଉ। '' ବିଜୟା ଆଖିରୁ ଝରି ପଡ଼ୁଥିଲା ଅଶ୍ରୁ। ଏତେଦିନ ପରେ ଉମାଶଙ୍କରଙ୍କ ଏ ଆଶ୍ଵାସନାରେ ଅବ୍ୟକ୍ତ ବେଦନା ତା'ର ଉଛୁଳି ପଡ଼ିବାକୁ ଚାହୁଁଥିଲା। କିନ୍ତୁ କାନ୍ଦିବା ପାଇଁ ସମୟ ନ ଥିଲା ତା'ର। ଘଡ଼ିକୁ ଚାହିଁ ବ୍ୟସ୍ତ ହୋଇ ଉଠିଲା ସେ। ସାଢ଼େ ଆଠାଟା ବାଜିବାକୁ ଅଳ୍ପସମୟ ବାକି ଅଛି ଆଉ। ହୁଏତ ରଞ୍ଜନ ଉଠିବେଣି। "ମୁଁ ଆସେ ବାବା? '' ଆଖି ପୋଛି କହିଲା ବିଜୟା। କଣ୍ଠ ଆଉ ଭଙ୍ଗିମାରେ ତା'ର ବ୍ୟଗ୍ରତା।